ନାୟକକୁ ହାତଛଡ଼ା କରିବ ନାହିଁ। ଅଳକା ହସିଲା–ରମାକାନ୍ତ କଥା ଭାବି। ବିଚରା ଅବୁଝା ରମାକାନ୍ତ। କି ଯୋଗରେ ଆଜି ସେ ପାଣିକୁ ଡେଇଁବ? ଅଳକାର ଓଠରେ ସେହି ବିଦ୍ରୂପର ହସ ଦେଖି ନକ୍ଷତ୍ର କହିଲା–ବୁଝି ଖବରଦାର ସାଙ୍ଗ-। ବିଚରା ଅନାମଟି ଯେମିତି ରାସ୍ତାରେ ରାଉଣ୍ଡ ନ ମାରେ ତମର ନାଁକୁ ଭଜନର ହତିଆର କରି-।... ଆରେ, ଆଉ ଗୋଟିଏ କଥା–ସେ ଯେମିତି ଆତ୍ମହତ୍ୟା ନ କରେ। –କିଏ କାହିଁକି ଆତ୍ମହତ୍ୟା କରିବ? –ଆରେ ଦେଖୁନୁ ପାସ୍ ନ କରିବା ପିଲା ଫେଲ୍ ହୋଇଗଲେ କେମିତି ପ୍ରାଣକୁ ତ୍ୟାଗକରେ। ପରୀକ୍ଷା ଫଳ ବାହାରିବା ଆଗରୁ ହଠାତ୍ ତାହାର ଦୃଢ଼। ଭାବରେ ପ୍ରତ୍ୟୟ ହୋଇଯାଏ ଯେ, ସେ ଭଲ କରିବ। ପ୍ରକୃତରେ ଫେଲ ହେଲା ବେଳକୁ ଏଣେ ଅହଙ୍କାର ବେଲୁନ ସମ୍ଭାଳିବ କେତେକେ? –ଆମର ଅନାମ ବଡ଼ ନିଦା ମଣିଷ। –ଯା–ଯା। ନିଦା ମଣିଷ ଆସି କଲେଜର ପ୍ରସିଦ୍ଧ ଛାତ୍ରୀ–ସର୍ବଯୋଗ୍ୟତା–ସଂପନ୍ନା ଅଳକା ଦୁଆରେ ଦେଖା ଦେବ? ଆଜିଯାଏ ଗୋଟାଏ ହେଲେ ନିଦା ମୁଦଗର ଏଠି ଆସି ପାଦଧୂଳି ଛାଡ଼ିଲାଣି ନା, ତମର ବାରଣ୍ଡାର ପାପୋଛରେ? –ଅନେକ ଆସିଛନ୍ତି। ତେବେ ଆମେ ସେମାନଙ୍କୁ ଏଠି କଅଁଳେଇ ଫାପୁସା କରିଦେଉ-। ଯେତେହେଲେ ଆମର ଚକଡ଼ା ନା... ଏଇଟା? –ମୁଁ ପରା ସେଇ ସକାଶେ କହୁଥିଲି ସବୁ ଠିକ୍ ରହିଲା। ଖାଲି ବେଠିକ ହେଲା ପରୀକ୍ଷା ସେଣ୍ଟରଟା–ସେଇଟାକୁ ଅଳକା–ପୁରରୁ ଅନାମ–ପୁରୀକୁ ଠେଲି ଦେଇଥିଲେ ନିଶ୍ଚୟ ଅମର କାହାଣୀ ହୁଅନ୍ତା। ଏଇ ଅଳକାପୁରୀର ତୀବ୍ରତାକୁ ହଜମ କରିବା ପାଇଁ ବିଶେଷ ଯୋଗ୍ୟତା ଦରକାର। –ହଉ, ଆଗ ଆମର ଅନାମଚନ୍ଦ୍ର ଆସି ସାରନ୍ତୁ। କ'ଣ ସବୁ କହୁଛନ୍ତି ଆମେ ଶୁଣିସାରୁ-। ତା'ପରେ ଦେଖିବା ଏଇ ଜାଗାର କ'ଣ ଦୋଷଗୁଣ ଅଛି। –ଅନାମଚନ୍ଦ୍ର ଅଲବତ୍ ଆସିବେ।... ହେ କେଉଁଦିନ ଅଳକା? କେତେବେଳେ ଆସିବେ?... ଆମେ ଯଦି ଆସି ସେତିକିବେଳେ ଘାଟରେ ପହଞ୍ଚୁ ତାହାହେଲେ ଦଫା ଶେଷ–ତମର ଅସଂଖ୍ୟ ବନ୍ଧୁଙ୍କ ଭିତରୁ, ପତ୍ର–ବନ୍ଧୁ, ସିନେମା–ବନ୍ଧୁ, ଖଲିପା–ବନ୍ଧୁ, ଓସ୍ତାତ୍–ବନ୍ଧୁ ଆଉ ଦୋସ୍ତାନି–ବନ୍ଧୁ ଇତ୍ୟାଦି ଯେଉଁ ଅସଂଖ୍ୟ ପ୍ରକାରର ସଂଖ୍ୟାହୀନ ଲୋକ ଅଛନ୍ତି ସେମାନଙ୍କ ଭିତରୁ ଜଣେ ଯଦି ଆସି ପହଁଞ୍ଚେ ତେବେ ଦିନ ଗୋଟାକ ଭିତରେ ତମେ ଏହି ସହରରେ ପ୍ରସିଦ୍ଧ ହୋଇଯିବ। –ସବୁ ଖେଳ ବିଗାଡ଼ିବୁ କି ନକ୍ଷତ୍ର? ତୁମକୁ ମୋର ଅନୁରୋଧ ରହିଲା–ମୋ ରାଣ–ତମର ହୃଦୟର ସମ୍ରାଟଙ୍କର ରାଣ–ଏହି କଥାକୁ ନେଇ ବଜାରରେ ସଟାଖେଳି ମତେ ଲୋକହସା କରିବ ନାହିଁ। –ମୁଁ ସବୁଥିରେ ରାଜି ଅଳକା। ତେବେ ଆନନ୍ଦଦାୟକ ମଜ୍ଜାଗପ କ'ଣ ଲୁଚିପାରେ? ଆମେ ସିନା କିଛି କଥା ଲୁଚାଇବାକୁ ଖୋଜିଲେ ନାହିଁ ବୋଲି ଆମରି ନାଁରେ କଳଙ୍କର ପ୍ରଚାରର ମାତ୍ରା କମିଗଲା। ତାହା ନ ହୋଇ ଆମେ ଯଦି ଲୁଚାଚୋରାରେ ସିଗାରେଟ, ଭାଙ୍ଗ, ଗଞ୍ଜେଇ, ମଦ ଖାଉଥାନ୍ତୁ କି ତାସରେ ଜୁଆ ଲୁଚେଇ ଛପେଇ ଖେଳୁଥାନ୍ତୁ, ତାହା ହେଲେ ଖାଲି ଆମର ଗୋପନ ଜୀବନର ଅନୁସନ୍ଧାନରେ ଆମେ ପୂରା କଳଙ୍କିତ ହୋଇ ଯାଆନ୍ତୁଣି। –ସେଇଆ ଠିକ୍। ତାହାହେଲେ ଏଇ ଗୁଇନ୍ଦା ଓ ଗୁରୁଙ୍କର ଭିଡ଼ କମିବ। ପୁଣ୍ୟବାନ ମହାତ୍ମାମାନେ ଆମକୁ ଆଉ ପାପ ଅନୀତିରୁ ଉଦ୍ଧାର କରିବାକୁ ନିଜର ଜୀବନର ଲକ୍ଷ୍ୟ ବୋଲି ଭାବିବେ ନାହିଁ। ଅ–ସଂଶୋଧନୀୟ ନଳାପାଣି ନ କହି ନାଳ ପାଣି ବୋଲି ଛାଡ଼ିଯିବେ। ଅଳକା ତ ଅ–ସଂଶୋଧନୀୟା। –କିଏ ଖୋଜୁଛି ନର୍ଦ୍ଦମା? ସମସ୍ତେ ଚାହୁଁଛନ୍ତି ଜାହ୍ନବୀ ଯମୁନା ଆଦିର ପବିତ୍ର ପାଣି। ଆହେ ବାବୁ, ତମେ ଯଦି ମୋଟେ ପାପୀ ନୁହଁ ତାହାହେଲେ ଏଇ ପବିତ୍ର ଗଙ୍ଗାଜଳ ତମର କି କାମରେ ଲାଗୁଛି? ଆଉ ଯଦି ତମେ ଠିକ୍ ଅସଲି ପାପୀ ହୋଇଥାଅ ତାହାହେଲେ ବାବୁ ଆସ ଏହି ନାଳ ନର୍ଦ୍ଦମାକୁ–ଏଠି ମଧ୍ୟ ଜୀବମାନେ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁଛି। ବଂଶ ବି ବଢ଼ୁଛି-। ଆଉ ସେମାନେ ଗୀତବୋଲି ପାରୁଛନ୍ତି। ପଚାପାଣିର ବିଷ ସେମାନଙ୍କର ଜୀବନକୁ ଖାଇଯାଉ ନାହିଁ। –କିଏ ବୁଝିବ ଯୁକ୍ତିକୁ? ପେଚାପରି ଆଲୁଅକୁ ଡରିବେ। ଦୁନିଆ ଯାକ ଭଲଭଲ ବୋଲି ଆଉଡ଼େଇବେ। ସତେ ଯେପରି ସେମାନେ ସଂସାରର ସ୍ରଷ୍ଟା ଓ ପାଳନକର୍ତ୍ତା। ସେଇ ପାଜିମାନେ ହେଉଛନ୍ତି ରସଭଙ୍ଗର କାରଣ। –ମାଷ୍ଟର ସାହେବ ନଟରାଜଙ୍କ ପରି। –ସତେ ଅଳକା, ଏଇ ନଟବର କଥା ଭାବିଲେ ମତେ ହସ ଲାଗେ। କେଡ଼େ ମଜ୍ଜାରେ ସେ ଘୋର ପବିତ୍ର ମନଦେଇ ଅତି ଅପବିତ୍ର ଦେହକୁ ଓହ୍ଲାଇ ଯାଇପାରେ। ମୋର ଭାରି ମାୟାହୁଏ ନଟରାଜ ଉପରେ ଲୋକଟା ଭାରି ଭୀରୁ।